ଏଣେ ଶାନ୍ତନୁ ମଧ୍ୟ ଛାଡ଼ିବା ଲୋକ ନୁହଁନ୍ତି। ବହୁଦିନର ପୁରୁଣା ରାଇଫଲ୍‌ଟାକୁ ହାତରେ ଧରି ସମ୍ମୁଖରେ ଠିଆ ହୋଇଛନ୍ତି ସେ। ବିଗତ ଶିକାରୀ ଜୀବନର ଅସ୍ପଷ୍ଟ ଆଲୋକ ଖେଳିଯାଉଛି ତାଙ୍କ ମୁଖମଣ୍ଡଳରେ। ଠିକ୍ ବାଘକୁ ଓଗାଳିଲା ଭଳି ସେ ଚନ୍ଦ୍ରାବତୀ ସମ୍ମୁଖରେ ଠିଆ ହୋଇଛନ୍ତି। ଟ୍ରିଗର ଉପରେ ଶାନ୍ତନୁଙ୍କ ଆଙ୍ଗୁଳି ଯୁଦ୍ଧ ସମୟରେ ନିଜର ରନ୍‌ୱେ ନଷ୍ଟ ହେବା ପରେ ଯେମିତି ପାକିସ୍ତାନୀ ବିମାନଗୁଡ଼ିକ ବାଟବଣା ହୋଇ ନିଜ ଜାହାଜକୁ ନିଜେ ଗୁଳି କରୁଥିଲେ, ଠିକ୍ ସେମିତି ନିଜକୁ ନିଜେ ଅସମ୍ଭବ ଭାବେ ଧିକ୍କାର କରୁଥିଲା ଚନ୍ଦ୍ରାବତୀ।ବୃଦ୍ଧ ଶାନ୍ତନୁଙ୍କ ମୁହଁରେ କିନ୍ତୁ ସେହି ଗୋଟିଏ ପ୍ରଶ୍ନ “କିଏ ତୁମେ?”“ମୁଁ ଚନ୍ଦ୍ରାବତୀ।”ଥରି ଥରି ଉତ୍ତର ଦେଲା ଚନ୍ଦ୍ରାବତୀ।ହଠାତ୍ ଟ୍ରିଗର ଉପରୁ ଶାନ୍ତନୁଙ୍କ ଆଙ୍ଗୁଳି କୋହଳ ହୋଇଗଲା। ବନ୍ଧୁକଟାକୁ ଧରି ସେ ସ୍ଥିର ହୋଇ ଠିଆ ହୋଇଗଲେ। ମନରେ ଏକ ଅତୀତ ସ୍ମୃତିର ଛାୟା ଖେଳିଗଲା।ଦିନେ ସେ ନିଜର ନିଃସନ୍ତାନ ଜୀବନର ଉତ୍ତପ୍ତ କାହାଣୀ ଶୁଣାଉଥିଲେ ବନ୍ଧୁ ଶକ୍ତିଧର ଆଚାର୍ଯ୍ୟଙ୍କୁ। ଅନ୍ତରଙ୍ଗ ବନ୍ଧୁ ଶକ୍ତିଧର ଆଚାର୍ଯ୍ୟ ହଠାତ୍ ସମବେଦନା ଜଣାଇ କହିଥିଲେ“ଶାନ୍ତନୁ! ମୋର ମଧ୍ୟ ପୁଅ ନାହିଁ। କିନ୍ତୁ ନିଃସନ୍ତାନ ନୁହେଁ ମୁଁ। କନ୍ୟା ଚନ୍ଦ୍ରାବତୀ ଉପରେ ସବୁ ଆଶା ଓ ଭରସା ରଖି ମୁଁ ବଞ୍ଚିଛି। ଆଜିଠାରୁ ସେ ଆମ ଦୁଇଜଣଙ୍କର ହେଉ। କଲିକତାର ତାଲିମ ଶେଷ କରି ଫେରିବା ପରେ ସେ ତୋ ପାଖରେ ମାସେ ରହିଲେ, ମୋ ପାଖରେ ମାସେ ରହିବ।”ଆନନ୍ଦିତ ହୋଇଥିଲେ ଶାନ୍ତନୁ। କଲିକତାରୁ ଚନ୍ଦ୍ରାବତୀର ଆଗମନ କଥା ଶୁଣି ସେ ପ୍ରଥମଥର ପାଇଁ ତାଙ୍କୁ ପାଛୋଟି ଆଣିବାକୁ ଧାଇଁ ଯାଇଥିଲେ। କିନ୍ତୁ ଆଉ ଭୁଲିପାରୁ ନାହାଁନ୍ତି ଶାନ୍ତନୁ। କ'ଣ ନ ଦେଖିଥିଲେ ସେ! ଦ୍ୱିମହଲା ପ୍ରାସାଦ ତଳେ ରକ୍ତାକ୍ତ ହୋଇ ପଡ଼ିଥିଲା ଚନ୍ଦ୍ରାବତୀ। ତା' ସହିତ ଜଣେ ଅଜଣା ଯୁବକ। ସେଦିନ ନୂଆ କରି ଶାନ୍ତନୁଙ୍କ ମୁହଁରେ ଦେଖା ଦେଇଥିଲା ଲୁହ। ଲୋପାମୁଦ୍ରାର ଜନ୍ମ ପରେ ଆଜି ପୁଣି ସେହି ଲୁହର ସ୍ମୃତି ଶାନ୍ତନୁଙ୍କ ଆଖି ଆଗରେ ଜୀବନ୍ତ ହୋଇ ଉଠୁଛି। ଚନ୍ଦ୍ରାବତୀର ଦେହରେ ସେ ଏକ ଅଦ୍ଭୁତ ସାମଞ୍ଜସ୍ୟ ଦେଖୁଛନ୍ତି। ସେହି ଆଖି, ସେହି ନାକ, ସେହି ଚେହେରା, ସେହି ସୁଷମା ଅତୀତଟା ଯେମିତି ଜୀବନ୍ତ ହୋଇ ଉଠୁଛି ଶାନ୍ତନୁଙ୍କ ଆଗରେ।ଶିହରି ଉଠୁଛନ୍ତି ଶାନ୍ତନୁ।ତେବେ କ'ଣ ସେ ଚନ୍ଦ୍ରାବତୀର ଭୂତ ଆଜି ଆସିଛି ପରିହାସ କରିବା ପାଇଁ?“ନାଁ ନାଁସେ ଚନ୍ଦ୍ରାବତୀ ଏତେ ହୀନା ହୋଇ ନ ପାରେ।”ପୁଣି ଥରେ ନିଷ୍ଠୁର ଭାବେ ଶାନ୍ତନୁ ପଚାରିଲ“ଏଣେ କୁଆଡ଼େ ଆସିଥିଲ ତୁମେ?”ଡରି ଡରି ଚନ୍ଦ୍ରାବତୀ କହିଲା“ମାତ୍ର ରାତିଏ ରହିଯିବା ପାଇଁ।”ହସି ଉଠିଲେ ଶାନ୍ତନୁ।“ମାନେ?”ଅସହାୟା ଭଳି ଚନ୍ଦ୍ରାବତୀ କହିଲ “ହଁଏମିତି ରାତିଏ ରାତିଏ ତ ମୁଁ ଜଣ ଜଣକ ଘରେ ଅତିବାହିତ କରେ।”“ମାନେ?”ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଶାନ୍ତନୁ।“ଗୃହହୀନା, ପିତାମାତାହୀନା ମୁଁ ଜଣେ ରିଫ୍ୟୁଜି ବାଳିକା।”ସାମାନ୍ୟ ଚିନ୍ତିତ ହୋଇ ପୁଣି କହିଲେ ଶାନ୍ତନ “ଯଦି ଆଶ୍ରୟ ନେବାକୁ ଆସିଥିଲ, ତେବେ ଚୋରି କରୁଥିଲ କାହିଁକି?”ଡରି ଡରି ଚନ୍ଦ୍ରାବତୀ କହିଲା“ଜୀବନରେ କେତେ ମୂଲ୍ୟବାନ ଅଳଙ୍କାର ମୁଁ ଦେଖିନି। ହଠାତ୍ ନିର୍ଜନ କୋଠରୀରେ ଦେଖିବା ପରେ ଲୋଭ ହେଲା।”ଆଶ୍ଚର୍ଯ୍ୟ ହୋଇଗଲେ ଶାନ୍ତନୁ। ଚନ୍ଦ୍ରାବତୀର ବିନମ୍ର ସ୍ୱୀକାରୋକ୍ତି ତାଙ୍କୁ ଗଭୀର ଭାବେ ତରଳାଇ ଦେଇଥିଲା। ଉପଦେଶ ଦେବା ଭଙ୍ଗୀରେ ଶାନ୍ତନୁ କହିଲେ ଚୋରି କରିବା ମହାପାପ, ବୁଝିଲ?ନୀରବରେ ସମ୍ମତି ଜଣାଇ ଅଳଙ୍କାରଗୁଡ଼ିକୁ ପୁଣି ଯଥାସ୍ଥାନରେ ରଖିଦେଇ ବାହାରକୁ ବାହାରି ଯାଉଥିଲା ଚନ୍ଦ୍ରାବତୀ। ପୁଣି କମ୍ପିଉଠିଲେ ଶାନ୍ତନୁ।“ଯାଉଛ କେଉଁଆଡ଼େ?”ନୀରବ ରହିଲା ଚନ୍ଦ୍ରାବତୀ।କହିବାକୁ